ଜ୍ଞାନ ଆହାରଣ ନ କଲେ ମଣିଷ ଜୀବନର ସାର୍ଥକତା କାହିଁ? ସେହି ଜ୍ଞାନ ପାଇଁ ପଢ଼ିବାକୁ ହୁଏ ଏବଂ ସେହିଭଳି କିଛି ଜାଣିଲେ ଅନ୍ୟଙ୍କୁ ତାର ମାଧୁର୍ଯ୍ୟ ଚଖେଇବାକୁ ଇଚ୍ଛା ହୁଏ। ପ୍ରକୃତରେ ଗଳ୍ପ ଲେଖିଲେ ଲୋକେ ଯେତେ ପଢ଼ିବାକୁ ଆଗ୍ରହୀ ପ୍ରବନ୍ଧରେ ସେତେ ନୁହେଁ। ପ୍ରଥମେ ମୁଁ ଗଳ୍ପ ଲେଖୁ ନଥିଲି। ଦୀର୍ଘଦିନ ପ୍ରବନ୍ଧ ଲେଖିଲା ପରେ ଗଳ୍ପଲେଖା ଆରମ୍ଭ କଲି। ଗଳ୍ପରେ ନୂତନତ୍ୱ ଥିଲେ ପାଠକମହଲ ସ୍ୱତଃ ପ୍ରଶଂସା କରିଥାନ୍ତି। ଏହି ବିଷୟ ଲେଖିବାକୁ ପୌରୁଷର ସମ୍ପାଦକ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରେରଣା ବିଶେଷ ଉଲ୍ଲେଖଯୋଗ୍ୟ। ପ୍ରଜାତନ୍ତ୍ରରେ ସେ ଯେତେବେଳେ ସମ୍ପାଦକ ଥିଲେ ସେହି ସମୟରୁ ତାଙ୍କ ସହିତ ସମ୍ପର୍କ ରଖି ଲେଖାଲେଖି କରି ଆସିଥିଲି। ସେ ଯେତେବେଳେ 'ପୌରୁଷ' ପ୍ରକାଶ କଲେ ସେତେବେଳେ ତାଙ୍କର ଆବଶ୍ୟକୀୟ ବିଷୟ ଲେଖିବାକୁ କହିଲେ ଓ ମୁଁ ସେସବୁ ଗଳ୍ପ ବା ପ୍ରବନ୍ଧ ଆକାରରେ ଦେଇ ଆସିଛି। ଏହି ପୁସ୍ତକରେ ପ୍ରକାଶ ପାଇଥିବା ଅଧିକାଂଶ ଗଳ୍ପ ପୌରୁଷରେ ପ୍ରକାଶ ପାଇସାରିଛି। ଏହି ଗଳ୍ପଗୁଡ଼ିକ ଯେ ବର୍ଷେ କିମ୍ୱା ଦୁଇବର୍ଷ ମଧ୍ୟରେ ରଚନା କରିଛି ଏହା ନୁହେଁ। ସେହି ସବୁ ବିଷୟକୁ ନୂତନ ଆଭିମୁଖ୍ୟ ଦେଇ ପ୍ରକାଶ କଲେ ପ୍ରକୃତରେ ତାହା ବେଶୀ ଲୋକସମାଜରେ ଆଦୃତ ହେବ ଏହା ମୋର ଧାରଣା। ସେହିଭଳି ତନ୍ତ୍ରଗଳ୍ପଗୁଡ଼ିକ ମଧ୍ୟ ଲେଖି ଦେଖିଛି ବହୁ ଜ୍ଞାନୀଲୋକ ତାହା ପାଠ କରି ଆନନ୍ଦ ପ୍ରକାଶ କରନ୍ତି। ଅଧ୍ୟାପକ ଶ୍ରୀ ଚିନ୍ତାମଣି ବେହେରାଙ୍କ ସମ୍ପର୍କରେ ଆସି ତାଙ୍କର ଯେଉଁ ସହଯୋଗ ପାଇଛି ସେଥିପାଇଁ ମୋର ଏହି 'ବିଷ୍ଣୁକୂଟ'ଟି ତାଙ୍କୁ ସମର୍ପଣ କରୁଛି। ଶ୍ରଦ୍ଧେୟ ପ୍ରଶାନ୍ତ ବାବୁଙ୍କ ଅନୁରୋଧକୁ ଏଡ଼ି ନପାରି ଏଣେତେଣେ ପଢ଼ିଥିବା କ୍ଷୁଦ୍ର ଗଳ୍ପଗୁଡ଼ିକୁ ତାଙ୍କ ହାତରେ ପ୍ରାୟ। ମାସ ତଳେ ଟେକି ଦେଇଥିଲି। ଲେଖକର ଧର୍ମ ପାଠକଙ୍କୁ ମୂର୍ଖତାରୁ ଦୂରେଇନେଇ କର୍ମୀ ଓ ଜ୍ଞାନୀକରି ତୋଳିବ। ସେହି ଧର୍ମ କେତେଦୂର ମୁଁ ରକ୍ଷା କରିପାରିଛି ତାହା ପାଠକ କହିବେ। ବହିଟିର ମୁଖବନ୍ଧ ଲେଖିବାକୁ ଯେତେବେଳେ ଡଃ ଅର୍ଜ୍ଜୁନ ଯୋଷୀଙ୍କୁ ମୁଁ ଅନୁରୋଧ କଲି ସେତେବେଳେ ସେ ତାହା ଲେଖି ଦେବାକୁ ଆଗ୍ରହ ପ୍ରକାଶ କଲେ। ବହିଟି ଯଦି ଓଡ଼ିଆ ପାଠକ ପାଠିକାଙ୍କ ନିକଟରେ ଆଦୃତ ହୁଏ ତେବେ ମୁଁ ଆନନ୍ଦିତ ହେବି। ଲେଖକ ମୁଖବନ୍ଧ ଗଳ୍ପ ଶୁଣିବା ମଣିଷର ଏକ ଆଦିଆ ପ୍ରବୃତ୍ତି। ସେଥିପାଇଁ ଶିଶୁ ତାର 'ଆଈମା' ପାଖରେ ଗପ ଶୁଣିବାକୁ ବସିପଡ଼େ। ପ୍ରତ୍ୟେକ ସାହିତ୍ୟରେ ମଣିଷ କଥା କହିବା ଶିଖିବ ଦିନଠାରୁ ଅନେକ କାହାଣୀ ଲୋକକଥା ମାଧ୍ୟମରେ ରହିଆସିଛି। କଲୁରେଇ ବେଣ୍ଟ କଥା, ଡାଳିମ୍ୱକୁମର କଥା, ଟାକୁଆ କୁମ୍ଭୀର କଥା, ଚକୁଳିଆ ପଣ୍ଡା କଥା, ଜାତକ କଥା, ଗସିପ, ଆରବୀୟାନ ନାଇଟ୍, ଇଜିପ୍ଟର ଲୋକ କଥା ଇତ୍ୟାଦି ବହୁ କାହାଣୀ ପ୍ରତ୍ୟେକ ଦେଶ ମହାଦେଶରେ ପ୍ରଚଳିତ। ଏହାର ଲିଖିତ ରୂପ ବହୁ ପରବର୍ତ୍ତୀ। ସଂସ୍କୃତରେ ବାଣଭଟ୍ଟଙ୍କର 'କାଦମ୍ୱରୀ', ଓଡ଼ିଶାର କବି ବିଷ୍ଣୁ ଶର୍ମାଙ୍କର 'ପଞ୍ଚତନ୍ତ୍ର' ବହୁ ପ୍ରସିଦ୍ଧ। ପରବର୍ତ୍ତୀ ସମୟରେ 'ସୋମନାଥ ବ୍ରତ କଥା', 'ବତ୍ରିଶ ସିଂହାସନ କଥା' ଶ୍ରୋତାମାନଙ୍କ କାହାଣୀର ଆମୋଦ ପରିବେଷଣ କରି ଆସିଅଛି। କେବଳ ସେତିକି ନୁହେଁ ପ୍ରତ୍ୟେକ ଭାଷାର ଆଦିରୂପ କାହାଣୀ ବା ଉପାଖ୍ୟାନ ମାଧ୍ୟମରେ ପର୍ଯ୍ୟବେଶିତ। ଓଡ଼ିଆ ସାହିତ୍ୟରେ ମହାଭାରତ, ରାମାୟଣ, ଭାଗବତ, ବିଷ୍ଣୁ ପୁରାଣ, ହରିବଂଶ ଇତ୍ୟାଦି ପାଠକଙ୍କୁ ଆଉ ଯାହା ହେଉନା କାହିଁକି କାହାଣୀର ଖୋରାକ ଯୋଗାଇ ଆସିଛି। କାହାଣୀ ଉପାଖ୍ୟାନର ଆଦି ରୂପରେ ବାସ୍ତବତା ପ୍ରତି ଦୃଷ୍ଟି ଦିଆଯାଇ